ସେ ବିଗ୍ରହ ଉଜ୍ଜ୍ଵଳ ଜ୍ୟୋତି କିରଣରେ ଝଲସି ଯାଉଛି। ବାସୁଦେବ ଚିତ୍କାର କଲେ- '-ତୁମେ, ତମେ କେବେ ମରିଗଲ? ' 'ହିଃ-. ହିଃ- ହିଃ, ମରିନାହିଁ ସାର୍, ମନେଅଛି ତ ଶାସନଗାଦି ଉପରେ ଚଢ଼ିବା ବେଳେ ମୁଁ ଆପଣଙ୍କ ପାଦରେଣୁ ନେଇଥିଲି? ସେ ରେଣୁକୁ ଏବେ ବି ମଥାରେ ଧରିଛି। ମୁଁ ଯେ ଅମର ପୁଣି ଆପଣଙ୍କ ଆଶୀର୍ବାଦ ମରି ପାରେ କି? ଓହୋ, ହଁ-ହଁ, ସେଇଆ କହ-ତୁମେ ମରିନ-ହେଲେ ମୁଁ ଏକ୍ଷଣି ତୁମ ମଥା ଆଉଁସି ଆଉ ଥରେ ଆଶୀର୍ବାଦ କରିପାରିବି କି? ସମସ୍ତଙ୍କୁ ଆଶୀର୍ବାଦ କରି ଆସିଛନ୍ତି ଜୀବନଯାକ। ମାତ୍ର ପ୍ରେତାତ୍ମା ବାଧାଦେଲା- 'ନା, ବାସୁଦେବ! ନବମାଳିକା ମରିନାହାନ୍ତି ସତ, ତେବେ ସେ ଯେଉଁ ରୂପ ଧରି ଆସିଛନ୍ତି, ସେଥିରେ ଆପଣ ତାଙ୍କୁ ସ୍ପର୍ଶ କରିପାରିବେ ନାହିଁ। ବେଶି ସମୟ ସେ ଏଠାରେ ରହିବେ ନାହିଁ। ଗୋଟାଏ ଆନ୍ତଃରାଷ୍ଟ୍ର ଜଳ-ବିବାଦର ସନ୍ତୋଷଜନକ ସମାଧାନ କରି ସେକ୍ରେଟେରୀଏଟରୁ ଆସି କେବଳ ଭଗବାନଙ୍କର ପ୍ରସାଦ ସାମାନ୍ୟ ସେବନ କରି ସେ ଶୋଇପଡ଼ିଛନ୍ତି ଶାନ୍ତ ବିସ୍ମୃତିରେ-। ମୁଁ ଏଇ ସୁଯୋଗ ଦେଖି ତାଙ୍କ କାରଣ ଶରୀରକୁ ନେଇଆସିଛି ଏଠାକୁ। ସେ ନିଜେ, ଦେଖନ୍ତୁ ଆପଣ, କିମିତି ଶାନ୍ତ ହୋଇଛନ୍ତି, ରାଜପଣ ଛାଡ଼ି ପ୍ରଜାପଣ କରିବାକୁ ସ୍ଵାକ୍ଷର ଦେବାକୁ ବସିଛନ୍ତି, ଆଉ ହୁଏତ ନବମାଳିକା ଯଦି କହନ୍ତି ଆପଣ ସନ୍ନ୍ୟାସୀ ହୋଇ ବାନପ୍ରସ୍ଥ ଅବଲମ୍ବନ କରିବାକୁ ପ୍ରସ୍ତୁତ ଅଛନ୍ତି ତ? ବୃଦ୍ଧ ବାସୁଦେବ ଉତ୍କ୍ଷିପ୍ତ ହୋଇ। ଚିତ୍କାର କଲେ-ନା, ନା, ନା, ତୁମେ ଚାଲିଯାଅ-ଉଭୟେ ଚାଲିଯାଅ। ପ୍ରବୀଣ ବୁଦ୍ଧିଜୀବୀ ରାଜନୀତିଜ୍ଞ ବାସୁଦେବ ପାଖରେ ଏ ଅର୍ବାଚୀନ ରାଜନୀତିର ଅର୍ଥ କିଛିନାହିଁ। ମାନୁଛି, ଯୁଗର ଗୋଟାଏ ନିର୍ଦ୍ଦିଷ୍ଟ ସନ୍ଧିକ୍ଷଣରେ ଐତିହାସିକ ଅନୁଶାସନରେ ମୁଁ ଆଜି ବନ୍ଦୀ, ମୋର ଏହି ପରିଣତ ବୟସରେ। ପୃଥିବୀରେ ଏହା କିଛି ନୂଆ କଥା ନୁହେଁ। ତାହାର ପୃଷ୍ଠା ଖୋଲି ଦେଖ ମୋ ଭଳି ଅତୀତରେ ବହୁ ଦେଶପ୍ରେମୀ ନାଗରିକ ସ୍ୱାଧୀନତାକୁ ଜଳାଞ୍ଜଳି ଦେଇ ବନ୍ଦୀ ଜୀବନଯାପନ କରିଛନ୍ତି, ଏପରିକି ସେ ଦୁର୍ଭୋଗରେ ସେମାନେ ଦିନେ ଆତ୍ମାହୁତି ଦେଇ ପରପାରକୁ ଚାଲିଯାଇଛନ୍ତି। ସେଭଳି ପୁଷ୍ପାମାଳାରେ ମୁଁ ଆଉ ଗୋଟିଏ ରଂଜିତ କୁସୁମ। ମୋର ତାହାହିଁ ସୌଭାଗ୍ୟ ଏବଂ ଜୀବନାଦର୍ଶ-.. ମୁଁ କଅଣ ଶାନ୍ତ ନ ଥିଲି? କହିଲ, ମୋର କି ରାଜପଣ ଥିଲା? ମୁଁ ସାହିତ୍ୟ ସଂସ୍କୃତି ସାଧନରେ ମନ ଦେଇଥିଲି। ଚାହିଁଥିଲେ ମୁଁ ଟେବୁଲଟାକୁ ଓଲଟେଇ ଦେଇଥାନ୍ତି, କିନ୍ତୁ ନା- ଯେତେବେଳେ ଯେଉଁ କଥା। ମୋ ପାଖରେ ଅଗଣିତ ସ୍ତାବକ ଥିଲେ, ମୁଁ ମଝିରେ ମଝିରେ ତାଙ୍କରି ସ୍ମୃତିରେ ହଜିଯାଉଥିଲି। ଏବେ ବି ନବମାଳିକା ପାଖରେ ବହୁ ସ୍ତୁତିସ୍ତାବକତା ଚାଲିଛି। ସେ ଏ କଥା ମନାକରିପାରିବ? ରାଜନୀତିରେ ଥିଲେ ଏମିତି ଭାଟଗୁଡ଼ାକ ମାଛିପଲ ଭଳି ଭଣଭଣ କରନ୍ତି, ଆଉ ସିଂହାସନ ଉପରକୁ ଉଡ଼ିଆସନ୍ତି। ଏ ଲୀଳାଖେଳା ଚାଲିଥିବ, ଯେ ପର୍ଯ୍ୟନ୍ତ ଦଳ ଥିବ, ଆଉ ଦଳର ଡାହୁକ ଡାକୁଆ ଥିବେ। ନବମାଳିକାଙ୍କର ନୟନରେ ରୋଷ ଦେଖାଦେଇଛି। ଶାଢ଼ିଟାକୁ କଟୀ ଉପରେ ଗୁଡ଼ାଇ ଆଣି କହିଲେ-"କାହିଁକି ପ୍ରେତାତ୍ମା ତମେ ମତେ ଏଠାକୁ ଆଣିଲ? ମୁଁ କଅଣ ଜାଣିନାହିଁ ଯେ ଏଯାଏ ଏମାନଙ୍କର ରକ୍ଷଣଶୀଳ ରାଜନୀତିର ଅବସାନ ଘଟିନାହିଁ? ସମୟ-ସୁଅରେ ଏମାନେ ଭାସିଯାଇ-ପାରୁନାହାନ୍ତି? ଅବଶ୍ୟ ମୁଁ ଚାହେନାହିଁ ମୋର ଜନକୋପମ ଏହି ଶକ୍ତିଶାଳୀ ପୁରୁଷ, କହିଲା ମାତ୍ରେ ସ୍ଵାକ୍ଷର କରିଦିଅନ୍ତୁ ଓ ମୁକ୍ତି ଚାହାନ୍ତୁ ତାଙ୍କ ବନ୍ଦୀ ଜୀବନରୁ। ତୁମେ କାହିଁକି ଏପରି ପ୍ରସ୍ତାବ ଦେଲ? ଭାବିଛ ବାସୁଦେବ ବାବୁ